ଫଳରେ ସମଗ୍ର ରାଜ୍ୟର ଲୋକମାନେ ମୋତେ ଦେବତା ତୁଲ୍ୟ ପୂଜା କରିବାକୁ ଲାଗିଲେ। ଯାହାହେଉ ମୁଁ ସେଠାରେ ଦଶବର୍ଷ କାଳ ରହି ବିଭିନ୍ନ ଦିଗରୁ ରାଜ୍ୟ ପରିଚାଳନାର ସୁବ୍ୟବସ୍ଥା କଲି। ସେ ଦେଶର ଲୋକମାନଙ୍କୁ ଲେଖାପଢ଼ା ଶିଖାଇଲି। ବିବିଧ କାରୁଶିଳ୍ପ, ଯନ୍ତ୍ରଶିଳ୍ପ, ବିଭିନ୍ନ ଭାବରେ ସୁରୁଚିସମ୍ପନ୍ନ ଘର ତିଆରି, ଜୀବନଯାତ୍ରା ପ୍ରଣାଳୀ ଆଦି ଶିକ୍ଷା ଦେଇ ରାଜ୍ୟର ସର୍ବବିଧ ସାମାଜିକ ଉନ୍ନତି କରାଇଲି। ପ୍ରଥମେ ପ୍ରଥମେ ଦେଶର ଲୋକମାନେ ମୋର ଏଇ ସମସ୍ତ ନୂତନ ନୂତନ ଶାସନପଦ୍ଧତି ଭଲ ଚକ୍ଷୁରେ ଦେଖି ନ ଥିଲେ; କିନ୍ତୁ ରାଜ୍ୟର ରାଜା ଓ ପ୍ରଧାନ ବ୍ୟକ୍ତିଗଣ ମୋତେ ପ୍ରତ୍ୟେକ ବିଷୟରେ ସମର୍ଥନ କରିବାରୁ, କେହି ଆଉ କୌଣସି ପ୍ରତିବାଦ କଲେ ନାହିଁ। ମୁଁ ଯେଉଁ ଭାବରେ ରାଜ୍ୟର ଉନ୍ନତିପାଇଁ ପରିଶ୍ରମ କରୁଛି ଓ ତାହା ସଫଳତା ଲାଭ କରୁଛି, ସେତେବେଳେ ଆଉ କେହି କୌଣସି ବିଷୟରେ ଆପତ୍ତି କଲେ ନାହିଁ। ଦିନକୁ ଦିନ ରାଜ୍ୟର ଶ୍ରୀବୃଦ୍ଧି ହେବାକୁ ଲାଗିଲା। ମୋର ବୟସ ରାଜାଙ୍କଠାରୁ ଅଧିକ ହୋଇନଥିଲେ ବି ରାଜା ମୋତେ ପିତା ବୋଲି ସମ୍ବୋଧନ କରିବାକୁ ଲାଗିଲେ। ନାସିଗ୍ ଓ ଇଉଓୟାରକି ମୋତେ ବଡ଼ଭାଇ ଭଳି ଶ୍ରଦ୍ଧା ଓ ଭକ୍ତି କଲେ। ମୁଁ ରାସ୍ତା ଉପରକୁ ବାହାରିଲେ ଛୋଟ ଛୋଟ ପିଲାମାନେ ମୋତେ ଆସି ଘେରି ଯାଉଥିଲେ। ସେମାନେ ମୋ ନିକଟରୁ ଦେଶ-ବିଦେଶର ଗଳ୍ପ ଶୁଣୁଥିଲେ, ଯୁଦ୍ଧର କାହାଣୀ ଶୁଣୁଥିଲେ ଏବଂ ମୋ ନିକଟରୁ ଫଳମୂଳ ପାଇ ଆନନ୍ଦରେ ଚିତ୍କାର କରି ଘରକୁ ଫେରୁଥିଲେ। ଏମିତି ଭାବରେ ଦିନ କଟିଯାଉଥିଲା। ମୋ ମନର ଗୋଟିଏ ଭାବନା ହଠାତ୍ ଦିନେ ଅଙ୍କୁରିତ ହୋଇ ତାହା ବୃଦ୍ଧି ପାଇବାକୁ ଲାଗିଲା,–''ହେ ପ୍ରବାସୀ, ଏବେ ନିଜ ଦେଶକୁ ଫେରି ଚାଲ-। '' କିନ୍ତୁ କେମିତି ବା ଦେଶକୁ ଯିବି, ଏହା ମୋ'ଠାରେ ପୂରାପୂରି ଅବାସ୍ତବ ହେଲେ ବି ଭାରତ ଫେରିବାପାଇଁ ଅତ୍ୟନ୍ତ ବ୍ୟାକୁଳ ହୋଇପଡ଼ିଲି। ମୋର ମନେହେଲା, ଯଦି କୌଣସି ଉପାୟରେ ବାହାର ସମୁଦ୍ର ଉପରକୁ ଯାଇପାରିବି, ତାହାହେଲେ ହୁଏତ ଦିନେ ନା ଦିନେ ଖଣ୍ଡିଏ ଜାହାଜର ସାକ୍ଷାତ ପାଇବି। ସେତେବେଳେ ନିରାପଦରେ ଯାଇ ଦେଶରେ ପହଞ୍ଚି ପାରନ୍ତି। ଲ୍ଲୁମମାନେ ମୋତେ ବହନ କରି ମୋ ଦେଶରେ ଛାଡ଼ିଦେଇ ପାରନ୍ତେ; କିନ୍ତୁ ତାହା ଆଦୌ ସମ୍ଭବ ନୁହେଁ, କାରଣ ସେମାନେ ସୂର୍ଯ୍ୟାଲୋକ ଏକ ମୁହୂର୍ତ୍ତପାଇଁ ସେଠାରେ ସହ୍ୟ କରିପାରିବେ ନାହିଁ। ସମସ୍ତେ ଅନ୍ଧ ହୋଇ ମୃତ୍ୟୁ ବରଣ କରିବେ। ଏହି ଯେଉଁ ବାହାର ସମୁଦ୍ର କଥା କହୁଛି, ସେଠାକୁ କେବଳ ଲ୍ଲୁମମାନେ ରାତିରେ ଯିବା ଆସିବା କରିପାରିବେ। ଏମିତି ସଂକଳ୍ପ ମଧ୍ୟରେ ଆହୁରି କିଛିଦିନ କଟିଗଲା। ଦିନେ ମନ ସ୍ଥିର କରି ରାଜା ଓ ରାଣୀଙ୍କଠାକୁ ଯାଇ ମୋ ମନର ଭାବ ବ୍ୟକ୍ତ କଲି ଓ ବିଦାୟ ଚାହିଁଲି। ମୋର ଚାଲିଯିବା ଶୁଣି ସେମାନେ ତଥା ରାଜ୍ୟର ସମସ୍ତେ ଅତ୍ୟନ୍ତ ଦୁଃଖିତ ହେଲେ। କିନ୍ତୁ ମୋର ଦୃଢ଼ ସଂକଳ୍ପ ଦେଖି କେହି କିଛି କହିପାରିଲେ ନାହିଁ। ମୁଁ ଏତିକି ମାତ୍ର କହିଲି ଯେ, ମୋର ଏହି ବୃଦ୍ଧ କାଳରେ ମୁଁ ମୋର ଜନ୍ମ ମାଟିରେ ମୃତ୍ୟୁବରଣ କରିବାକୁ ଚାହେଁ। ଆଉ କେତେକାଳ ବା ବଞ୍ଚିବି, ତେଣୁ ଦେଶକୁ ଫେରିଗଲେ ମୋ ମୃତ୍ୟୁରେ ଆତ୍ମା ଶାନ୍ତି ପାଇବ। ସମସ୍ତେ ଚକ୍ଷରୁ ଅଶ୍ରୁ ପୋଛି ମୋତେ ଦିନେ ବିଦାୟ ଦେଲେ। ମୁଁ ପୂର୍ବଭଳି କାଠ ବିମାନରେ ବସି ଲ୍ଲୁମମାନଙ୍କ ସାହାଯ୍ୟରେ ଶୂନ୍ୟରେ ଉଡ଼ିଲି। କେତେଦିନ କ୍ରମାଗତ ଉଡ଼ି ଉଡ଼ି